କେଉଁ ଗବେଷଣାଗାରରେ? କୌଣସି ଗବେଷଣାଗାରରେ ନୁହେଁ ଆଜ୍ଞା, ମୋ ନିଜ ଘରେ। ଯେଉଁଠି ଦୁର୍ଘଟଣା ଘଟିଲା, ସେହି କ'ଣ ତୁମ ନିଜ ଘର? ତୁମେ କ'ଣ ସେଇଠି ଗବେଷଣ। କର? ହଁ ଆଜ୍ଞା କିନ୍ତୁ ସେ ତ ଗବେଷଣାଗର ଭଳି ଜଣା ପଡ଼ୁନି? ସେଠି ତୁମେ କି ଗବେଷଣା କର ? ଆଜ୍ଞା, ମୁଁ ଏକ ନୂଆ ପ୍ରକାର ମଟରଗାଡ଼ି ଇଞ୍ଜିନ୍ ତିଆରି କରିବା ପାଇଁ ଚେଷ୍ଟା କରୁଛି। ଇଞ୍ଜିନଟି ପେଟ୍ରୋଲ ଇଞ୍ଜିନ୍ ଭଳି। କିନ୍ତୁ ଏହା ପେଟ୍ରୋଲ ଇଞ୍ଜିନ୍ଠାରୁ ଅଧିକ ଶକ୍ତିଶଳୀ। ଏହା ପେଟ୍ରୋଲ ସାହାଯ୍ୟରେ ନ ଚାଲି ସାଧାରଣ ଖଣିଜ ତେଲ ସାହାଯ୍ୟରେ ଚାଲିପାରିବ। ପେଟ୍ରୋଲ ଇଞ୍ଜିନ୍ରେ ଯେଉଁ ଅନ୍ତର୍ଦହ ପଦ୍ଧତି ଅନୁସୃତ ହୁଏ ଏଠାରେ ସେହି ପଦ୍ଧତି କିନ୍ତୁ ଟିକିଏ ଅଲଗା। କହୁଁ କହୁଁ ଖଣ୍ଡିଏ ନବ ପ୍ରକାଶିତ ପୁସ୍ତକ ନିକଟସ୍ଥ ଆଲମାରୀ ଭିତରୁ କାଢ଼ି ରୁଡ଼ଲ୍ଫଙ୍କ ହାତକୁ ବଢ଼ାଇଦେଲେ। ରୁଡ଼ଲଫ ଡିଜେଲ ଇଞ୍ଜିନ୍ ଉପରେ ନବ ପ୍ରକାଶିତ ସ୍ୱଲିଖିତ ପୁସ୍ତକଟି ଦେଖି ଚମକି ପଡ଼ିଲେ। ଅତି ଚମତ୍କାର ଏ ପୁସ୍ତକ ଯୁବକ ଅତି ଚମତ୍କାର ଆନନ୍ଦ ଗଦ୍ଗଦ୍ ଚିତ୍ତରେ କୋଟିପତି କହି ଚାଲିଲେ। ଏହି ପୁସ୍ତକର ପ୍ରତି ସ୍ତରେ ତୁମ ଜ୍ଞାନର ଅନୁପମ ଗରିମା ଫୁଟି ଉଠୁଛି । ତୁମଭଳି ବୈଜ୍ଞାନିକ ସାରା ଜର୍ମାନୀର ଗୌରବ, ତୁମେମାନେହିଁ ଦେଶର ମୁଖୋଜ୍ଜ୍ୱଳ ଗରିବ ଯୁବକ, ମୁଁ ଏହା ନିଃସନ୍ଦେହରେ କହିପାରେ। କିଛି ସମୟ ରହି ଯାଇ ପଚାରିଲେ। ହଁ, କହିପାରିବ ଯୁବକ, ତୁମ ଗବେଷଣା ପାଇଁ ତୁମେ ଅର୍ଥ ସଂଗ୍ରହ କର କେଉଁଠୁ? ରୁଡ଼ଲ୍ଫ ନିଜ ଦୂରବସ୍ଥା ପ୍ରକାଶ କଲେ, ନାଇଁ ଆଜ୍ଞା, ମୁଁ ମୋର ଜର୍ମ୍ମାନୀରେ ଥିବା ଯାବତୀୟ ପୈତୃକ ସମ୍ପତ୍ତି ବିକ୍ରୟକରି ମୋ ଗବେଷଣାରେ ଲଗାଇ ସାରିଲିଣି। ମୋର ଶେଷ ସମ୍ବଳ ଯା କିଛି ଥିଲା, ସମସ୍ତ ବିକ୍ରୟ କରି ମୋର ଶେଷ ଗବେଷଣାଟି ଚଳାଇଥିଲି। ସେଇଟି ବିସ୍ଫୋରଣ ସମ୍ମୁଖୀନ ହୋଇ ପୂରାପୂରି ପ୍ରାପ୍ତ ହୋଇଯାଇଛି। ମୋର ବର୍ତ୍ତମାନ ଗବେଷଣା କରିବାର କିଛି ସମ୍ବଳ ନାହିଁ। ମୁଁ ଏହାପରେ ପାରିସ୍ ଫେରିଯିବି। ସେଠାରେ ମୋ ପିତା ଅଛନ୍ତି। ତୁମ ପିତା କ'ଣ କରନ୍ତି ଯୁବକ? ନାଇଁ ଆଜ୍ଞା, ମାତ୍ର ଜଣେ ଦପ୍ତରୀ ସେ ଯାହା ଆୟ କରନ୍ତି, ଆମ ପରିବାରର ପୋଷିବାକୁ ବି ଯଥେଷ୍ଟ ନୁହେଁ। ବର୍ତ୍ତମାନ ଅବସ୍ଥାରେ ମୋ ପକ୍ଷରେ ଆଉ ଇନ୍ଜିନ୍ ଉପରେ ଗବେଷଣା କରିବା ସମ୍ଭବପର ନୁହେଁ। କୌଣସିଠି ଚାକିରି କରି ମୋ ପରିବାରର ଭରଣପୋଷଣ ପ୍ରିତ ଦୃଷ୍ଟି ଦେବା ମୋ ଇଚ୍ଛା। ତୁମେ ହତାଶ ହୁଅ ନାହିଁ ଯୁବକ। ତୁମର ଯଦି ଆପତ୍ତି ନ ଥାଏ ତେବେ ମୁଁ ତୁମକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ। ତୁମ ଗବେଷଣା ପାଇଁ ଗବେଷଣାଗାର ତୋଳାଇ ଦେବି ତୁମକୁ ତୁମ ଗବେଷଣାରେ ସାହାଯ୍ୟ କରିବା ପାଇଁ ସୁଶିକ୍ଷିତ ଲୋକ ଯୋଗାଇ ଦେବି। ତୁମ ଗବେଷଣା ପାଇଁ ଯେତେ ମୂଲ୍ୟର ଯାହା ଦରକାର ସେସବୁ ଅକ୍ଳେଶର ଯୋଗାଇ ଦେଇ ପାରିବି। ଏହି ସବୁ ସୁବିଧା ପାଇଲେ ତୁମେ ଏଠି ଗବେଷଣା କରିବାକୁ ପ୍ରସ୍ତୁତ କି ଯୁବକ? କୋଟିପତି କ୍ରୁପ୍ସଙ୍କ ଦାନକଥା ଶୁଣି ରୁଡ଼ଲ୍ଫ କୃତକୃତ୍ୟ ହେଲେ। ଦୈବପ୍ରେରିତ ଏ ସୁଯୋଗଟିକୁ କିଏ କ'ଣ ଛାଡ଼େ? ରୁଡ଼ଲ୍ଫ ଆଶା କରି ନଥିଲେ ଏମିତି ସୌଭାଗ୍ୟ ତାଙ୍କର କେବେ ମନକୁ ମନ ଆସି ପହଞ୍ଚିବ ବୋଲି। ସେ ବିନା ଦ୍ୱିଧାରେ କ୍ରୁପ୍ସଙ୍କ ପ୍ରସ୍ତାବରେ ରାଜି ହୋଇଗଲେ। ସେହିଦିନଠାରୁ ରୁଡ଼ଲ୍ଫଙ୍କ ଗବେଷଣା ଚାଲିଲା କ୍ରୁପ୍ସଙ୍କ ତିଆରି ନୂତନ ଗବେଷଣାଗାରରେ। ଦିନକୁଦିନ ସେ ମନଃପ୍ରାଣ ଢାଳି ଦେଇ ଗବେଷଣାରେ ଲାଗି ପଡ଼ିଲେ। ଡିଜେଲ ଇଞ୍ଜିନ୍ର ନୂତନ ନୂତନ ଓ ଉନ୍ନତ ଧରଣରେ